ଯେଉଁମାନେ ଏହି ପ୍ରକାରର ଆବିଷ୍କୃତ ପ୍ରତିଭାର ପୂଜା କରି ଜାଣି ନାହାନ୍ତି ସେମାନଙ୍କୁ ତାଙ୍କର ଅବିବେକୀ-ପଣିଆର ପୁରସ୍କାର ଦେବାକୁ ଅଛନ୍ତି ଓଡ଼ିଶାର ଶିକ୍ଷା ବିଭାଗର ଅସଂଖ୍ୟ ଦରମାଖିଆ ସୈନ୍ୟ। ତେଣୁ ପ୍ରଚଳିତ ଯୁଗରେ ଅର୍ଥାତ୍ ସ୍ୱାଧୀନତା ପରବର୍ତ୍ତୀ ଚଉଠ ଶତାଦ୍ଦୀରେ ସାହିତ୍ୟର ମୂଲ୍ୟାୟନ କେତେକ ନୂଆ ନିୟମର ଅଧିନ ହୋଇ ଚାଲିଛି। ସବୁଦିନେ ଏହି ଦେଶକାଳପାତ୍ରର ପୃଷ୍ଠଭୂମିରେ ସ୍ୱୀକୃତିର ସମୀକ୍ଷା ହେଉଥିଲା। ନିରପେକ୍ଷ ଭାବରେ ସାହିତ୍ୟର ମୂଲ୍ୟାୟନ କେବେ ହୋଇ ନ ଥିଲା। ଆଜି ମଧ୍ୟ ହେବ କେମିତି? ସମସ୍ତେ ଆଜି ବୁଭୁକ୍ଷୁ-ଭାତପାଇଁ ଆଉ ଜୀବନପାଇଁ। ସେଥିରେ ସର୍ବତ୍ୟାଗୀ ବୈଷ୍ଣବର ଦୀକ୍ଷା କେଉଁ ସାହିତ୍ୟିକ ନେବ? ଅବା ସାହିତ୍ୟ ସାଧନାରୁ ଆଡ଼େଇ ଯାଇ ଏହି ପଥରୁ ଅବସର ନେବ? ଅବସର କାହିଁ? କିଏ କାହାକୁ ଅବସର ଦେବ? ତରୁଣ ବିପ୍ଳବୀ ଲେଖକମାନେ ପାଟି କରୁଛନ୍ତି-ହେ, ପୁରୁଣା ଖତରା ଲେଖକ! ଆଡ଼େଇ ହୋଇ ଯାଅ। ଶୁଣିଲେ ଛାତି ଥରି ଉଠୁଛି। ମାରଧର କରିବେ କି? ଗଣତନ୍ତ୍ର କ'ଣ ଭୁଷୁଡ଼ି ପଡ଼ିଛି? ଆମେ ଆମର ଲେଖୁଛୁ। ଆମକୁ ବାହାର କରିଦବ କାହିଁକି? ଖୁବ୍ ଶୀଘ୍ର ଆମେ ଆରପାରିକୁ ଚାଲିଯିବୁ। ଏଇଟା କ'ଣ ସାହିତ୍ୟିକର ସମସ୍ୟା ନୁହେଁ? ଏହାର କି ସମାଧନ ଦେଲେ ଆମର ପୁରସ୍କୃତ ଲେଖକମାନେ? କ'ଣ ପାଇଁ ସେମାନେ ଆମପରି ଅସଂଖ୍ୟ ଆଶ୍ରିତ ପାଠକଙ୍କର ଶୁଭେଚ୍ଛା ପାଇବେ? ଆମେ ତାଙ୍କୁ ଯଦି କହୁ ଦରମାଖିଆ ଓ ଭଡ଼ାଟିଆ-ତାହା ହେଲେ ସେମାନେ କାହିଁକି ଛଳ କରିବେ? ଛଳ କରିବାର କାରଣ ହେଲା ଯେ ସେମାନେ ଏକ-ବୃତ୍ତିଧାରୀ ସାହିତ୍ୟିକ ନୁହନ୍ତି। ତାଙ୍କର ଅଲଗା ସଂସ୍ଥା ଅଛି। ସେହି ଅଲଗା ସଂସ୍ଥାର ପତିଆରା ଦେଖାଇ ସେମାନେ ଏଠୁ ମଧ୍ୟ ସବୁ ସୁବିଧା ମାରି। ନେଉଛନ୍ତି। ଜିଲା କଲେକ୍ଟରଙ୍କର ବଗିଚାଫୁଲ ଫୁଲପ୍ରଦର୍ଶନୀରେ ପ୍ରଥମ ହେବ। ଜିଲା ହାକିମଙ୍କର ପିଲା ଶିଶୁମେଳାରେ ସର୍ବୋତ୍କୃଷ୍ଟ ଶିଶୁ ହେବ। ଜିଲାପାଳଙ୍କର ଝିଅ ଭଲ ଗାଇବ ଓ ଭଲ ନାଚିବ। ତାଙ୍କର ଘରଣୀ ସବୁ ପ୍ରକାରର ବିଶେଷତ୍ୱର ଅଧିକାରୀ ହେବେ। ଆଉ ସେମାନେ ଯଦି ଲେଖାଲେଖି କରନ୍ତି ତାହାହେଲେ ସେମାନେ ମଧ୍ୟ ବର୍ଗୋତ୍ତମ ହେବେ। ଏମିତି ଏଇ ଓଡ଼ିଶାରେ ଓଡ଼ିଆ ସାହିତ୍ୟ ଏକାଡେମି ବିଭିନ୍ନ ବିଦ୍ୱାନ ଓ ପଣ୍ତିତଙ୍କୁ ନେଇ ସମୀକ୍ଷା କରି ତାହାରି ପ୍ରଥମ ବର୍ଷର ପ୍ରଥମ ଗଳ୍ପ ସାହିତ୍ୟ ପୁରସ୍କାର ଦେଇଥିଲା ଡାକ୍ତର ଶ୍ରୀମତୀ ରାଜେଶ୍ୱରୀ ଦଳବେହେରାଙ୍କୁ। ସେ ତାଙ୍କର ପ୍ରଥମ ଓ ଶେଷ ଗଳ୍ପ ପୁସ୍ତକରେ ଓଡ଼ିଆ ଗାଳ୍ପିକଙ୍କ ମଧ୍ୟରେ ସର୍ବେଶ୍ରେଷ୍ଠ ହୋଇଥିଲେ। ତାଙ୍କର ସ୍ୱାମୀ ସେତେବେଳେ ଓଡ଼ିଶାର ଆଇ. ଏ. ଏସ୍. ପଦବୀରେ। ଆମର ଓଡ଼ିଆ ସମୀକ୍ଷକ ଓ ସାହିତ୍ୟ ସଂସ୍କୃତିର ନେତାମାନେ ଯେ ସ୍ୱାଧୀନ ନ ହୋଇ ସ୍ୱାର୍ଥପରାୟଣ ଏଥିରେ ଏକମତ ହେବା କଷ୍ଟକର ନୁହେଁ। କାରଣ ଏଠି ସାହିତ୍ୟିକଙ୍କ ଭିତରେ ମଣିଷ ଅତି ଅଳ୍ପ। ଏହି ଯେଉଁ ଅମଣିଷମାନେ ଆଜି ଛତିଶିରୁ ତେସ୍ତରୀ ଭିତରେ ମେଳାବାନ୍ଧି ସାହିତ୍ୟ ନାଆଁରେ ଉଠବସ ହେଉଛନ୍ତି ଆଉ ଓଡ଼ିଆ ସାହିତ୍ୟକୁ ଆକାଶକୁ ଉଠାଇବେ ବୋଲି ଗର୍ଜନ କରୁଛନ୍ତି ସେମାନଙ୍କର ମାନବିକ ଗୁଣ ଏତେ କମ୍ ଯେ ସେଥିରୁ ଭଲ ଓ ଭେଲ ବାଛିବା କଷ୍ଟକର। ଓଡ଼ିଶା ସାହିତ୍ୟ ରାଜ୍ୟରେ ଭୟ ଦେଖାଇ ସବୁ କାମ ଅସୁଲ କରାଯାଇପାରେ। ବକ୍ସିସ୍ ଦେବା ଦରକାର ନାହିଁ। ସାହିତ୍ୟିକଙ୍କର କିମତ୍ ଏତେ ଅଳ୍ପ ଯେ ସେମାନଙ୍କୁ ସାହିତ୍ୟିକ ନ କହି ସାହିତ୍ୟର ପାଳିଆ କହିଲେ ଯଥେଷ୍ଟ ହେବ। ସାହିତ୍ୟ ଅନୁଷ୍ଠାନମାନଙ୍କରେ ଏହି ସାହିତ୍ୟସେବୀ ଓ ସାହିତ୍ୟ ପ୍ରେମୀଙ୍କର ଦ୍ୱନ୍ଦ୍ୱ ପାଇଁ ଆମେ ବିରକ୍ତ ହେଉଛୁ। ସାହିତ୍ୟର ଯେଉଁ ପ୍ରକାରର ସମୀକ୍ଷା ଓ ନିର୍ବାଚନ ଗଲା କୋଡ଼ିଏବର୍ଷ ହେଲାଣି ସାହିତ୍ୟିକ ଓ ସାହିତ୍ୟର ପାଳିଆଙ୍କ ଭିତରେ ଚାଲିଛି ସେଥିରେ ବିରକ୍ତ ନ ହେବା ଛଡ଼ା ଅନ୍ୟ କ'ଣ ବାଟ ଅଛି? ଓଡ଼ିଆ ସାହିତ୍ୟ ପାଇଁ କାମ କରି ଏହି ସରଦାର ଓ ସିପାହୀ ବଚନିକାରେ ଓଡ଼ିଆ ସାହିତ୍ୟିକ ରହିବାକୁ ବାଧ୍ୟ। ସରଦାରର ପୁଅ, ରାଜାର ପୁଅ, ମନ୍ତ୍ରୀଙ୍କର ଭାଇ, ଜଜ୍ଙ୍କର ପୁତୁରା ସରଦାର ହେବେ। ଅନ୍ୟମାନେ ହେବେ ସିପାହୀ। -ତାଙ୍କର କାମ ହେବ ସରଦାରଙ୍କର ଶୋଭା ବଢ଼ାଇବା। ଏହି ସାହିତ୍ୟିକ ସିପାହୀ କାମରେ ଅସଂଖ୍ୟ ଶିଳ୍ପୀ ଲାଗିଛନ୍ତି। ତାଙ୍କର ନାମ ସାହିତ୍ୟରେ ଦରଜ ହେବ ନାହିଁ। ସେମାନେ ସାହିତ୍ୟ ପାଇଁ ଗଧ-ଶ୍ରମ ଛଡ଼ା ଆଉ କିଛି ପାଇବେ ନାହିଁ। ସାହିତ୍ୟିକ ଦୃଷ୍ଟି-କୋଣ ଦେଖାଇଲେ ନିଜେ ଖରଚରେ ପଡ଼ିବେ। ଛତିଶି ମସିହାରେ ଏତକ ଆଶା କରାଯାଉ ନଥିଲା। ହଠାତ୍ ବିଶ୍ୱାସଘାତକତା ଓ କୃତଘ୍ନତାର ଯୁଗ ଆସିଗଲା।